ସେ ସେମିତି ଦାରୁଭୂତ ହେଇ ଠିଆ ହେଇଛି। ପ୍ରତିବର୍ଷ ଗଦା ଗଦା ହେଇ କରଞ୍ଜ ଝଡ଼େ। ତେଲୀ ଆସି ଗୋଟେଇ ନେଇଯାନ୍ତି। ଟଙ୍କେ, ଦିଟଙ୍କା କ'ଣ ଦେଇଯାଆନ୍ତି ଶୁକୁରାକୁ। ଶୁକୁରା ସେତିକିରେ ମହା ସନ୍ତୁଷ୍ଟ। ବିନା ମେହେନତରେ ଦି' ପଇସା ମିଳିଲା ତ! ଯେମିତି ବାଟକୁ ସାଉଁଟି ଆଣିଲା ତାକୁ। ତା'ର ସେଥିରେ ହବ କିଛି ନାହିଁ। ସେ ଗୋଟାଏ ଫାଉ, ଲାଭ। ଘର ଭିତରେ ଛୁଆଟା ପୁଣି କାନ୍ଦିଲା। ଶୁକୁରାର କଷ୍ଟ ହେଲା। ଏଇ ଅଣ୍ଡିଖଣ୍ଡକୁ ଛାଡ଼ି ସେ କଲିକତା ଯିବ?ସେତିକିବେଳେ ଭାଗୁ ମହାନ୍ତି ଆସି ହାଜର। ଚଉଧୁରୀ ଘରକୁ ଯାଉଛନ୍ତି। ଚୌଧୁରୀ ଘରକୁ ବାଟ ସେଇ ବାଟେ। ଆର ବାଟଟା ଟିକିଏ ବୁଲାଣିଆ। ହେଲେ କ'ଣ ହେଲା? ସେ ବାଟଟା ସଫା, ବାଲିରାସ୍ତା। ଏ ବାଟଟାରେ ଠାଏ ଠାଏ ପାଣି। କିନ୍ତୁ ଭାଗୁ ମହାନ୍ତି ଏଇ ବାଟ ହେଇ ସବୁଦିନେ ଯାଆନ୍ତି।ଭାଗୁ ମହାନ୍ତିଙ୍କି ଦେଖିଲାକ୍ଷଣି ଶୁକୁରାର ଛାତି ଭିତରେ କ'ଣ ହେଇଗଲା। ଏଇ ଭାଗୁ ମହାନ୍ତି। ୟା ଭିତରେ ଏତେ କପଟ। ମୁହଁରେ ଅମୃତ, ପେଟରେ ବିଷ। ତାକୁ କଲିକତା ପଠେଇ ଦେଇ“କିରେ, କ'ଣ ହେଲା?” ଭାଗୁ ମହାନ୍ତି ପଚାରିଲେ।“ନାଇଁ, ମୁଁ ଯିବି ନାହିଁ ସାଆନ୍ତେ।” ଶୁକୁରା ଉତ୍ତର ଦେଲା।“କାହିଁକିରେ?”“ଆଜ୍ଞା, ସମସ୍ତେ ନାହିଁ କରୁଚନ୍ତି।”“ଆରେ, ସମସ୍ତେ କିମିତି ତୋ ପିଠିରେ ପଡ଼ିବେ ଦେଖିବା।”ଶୁକୁରା ଗୁମ୍ ମାରି ଠିଆ ହୋଇଗଲା। ଭାଗୁ ପଟ୍ଟନାହାକେ କହୁଥାନ୍ତି “ହଉ, ନ ଯା। ମୋର ଟଙ୍କା ଦଶଟା ବଞ୍ଚିଗଲା।”ଟଙ୍କା ଦଶଟା ହାତରେ ଝମଝମ୍ କରି କହିଲେ“ଆଣିଥିଲି ତୋତେ ଦେବାପାଇଁ। ଠାକୁରେ ଯାହା କରନ୍ତି ସେଇ ଭଲ। ମୋ ଟଙ୍କା ତୁ ଦେଇଥାଆନ୍ତୁ, ନ ଦେଇଥାନ୍ତୁ କେଉଁ ବିଶ୍ୱାସ! ଏମତେ ମୋ ଧନ ମୋ ଘରେ ରହିଲା। ତୋ ଘରେ ତୁ ବି ରହିଲୁ।”ଟଙ୍କା ଦେଖି ଶୁକୁରାର କେମିତି ଗୋଟାଏ ଲୋଭ ବସିଲା। ଟଙ୍କା ନେବାର ଲୋଭ ନୁହେଁ, କଲିକତା ଯିବାର ଲୋଭ। ଟଙ୍କା ଆଣିବାର ଲୋଭ।ସେ କଲିକତା ଯିବ। କଲିକତା ଯାଇ ସାରିଲାଣି ବୋଲ। ଟଙ୍କା ଯେତେବେଳେ ଆସି ହାତରେ, ସେତେବେଳେ ନ ଯାଇବି ଗଲା ସମାନେ। ଦିନକର ରାସ୍ତା ତ। ଦିନୁଟାଏବି ଲାଗିବ ନାହିଁ ରେଳରେ।କଲିକତା ଗଲେ କଲିକତା ସେ ଗଲେ, ବାୟାମାଟା କ'ଣ କରିବ? ତା'ପାଇଁ ସେ କଲିକତାରୁ କସ୍ତା ଶାଢ଼ି ଖଣ୍ଡେ, ଲୁଣ, ତେଲ, ଗୁଆ, ହଳଦି ନୂଆ ବାଲିତି ଭିତରେ ଭରି ଯେ ଘିତି ଆସିବ। ସେଇଥିରେ ବାଇୟା ମା କ'ଣ ସୁଖୀ ହେବ ନାହିଁ? ମାଇପଙ୍କର ଆଉ କ'ଣ ଲୋଡ଼ା? ପଇସା ହେଲେ ରୁପାଖଡ଼ୁ ହଳେ କି ଚମ୍ପାସରି କେରେ କରିଦେବ। ବାସ୍!“ବୁଝିଲ ଯେ ସାଆନ୍ତେ, ତମେ ଆପଣ ଯାହା କହୁଚ, କ'ଣ ମୋ ମନ୍ଦକୁ କହୁଚ କି? ମୋ ଭଲକୁ କହୁଚ। ଏଇ ଟଙ୍କାଟା ପାଇ ଟିକିଏ ଦବକି ଯାଉଥିଲି। କାଳେ ଶୁଝି ପାରିବି, ନ ପାରିବି।”“ହଁ ବେ, ହଁ। ଶୁଝି ପାରିବୁ ନାହିଁ ଗୋଟେ କି କଥାରେ! ମରଦପୁଅ, ହକ୍ ଖଟିବୁ, ଅର୍ଜକ କରିବୁ, ଟଙ୍କା ଦଶଟା ଶୁଝିପାରିବୁ ନାହିଁ?”“ହଉ ସାଆନ୍ତେ, ଠାକୁରଙ୍କ ଇଚ୍ଛା। ତମକଥା ମୁଁ ଆଉ କାଟି ପାରିବିନା? ମା ବାପ ତମେ।”“ହଉ, ହଉ, ନେ, ନେ। ଭଗତି କରିବୁ ପରେ। ବେଗି ବେଗି କଲିକତା ଯିବାକୁ ତିଆରି ହ। ସିଧା ଇଷ୍ଟେସନକୁ ଚାଲିଯିବୁ। ଟିକଟବାବୁକୁ ଖାଲି କହିବୁ ‘ହାବୁଡ଼ା’, ହେଲା?”“ହଉ ସାଆନ୍ତେ।”ଭାଗୁ ମହାନ୍ତି ଟଙ୍କା ଦଶଟା ଦେଇ ସାଦା କାଗଜ ଉପରେ ଟିପ ସଇ କରି ନେଇ ପଳେଇଲା। ଶୁକୁରା କୃତକୃତ୍ୟ ହେଇ ଲମ୍ବକି ଦଣ୍ଡବତଟାଏ କଲା। ସେ ନ ଉଠୁଣୁ ଭାଗୁ ମହାନ୍ତି ଚାଲିଗଲେଣି, ଯେମିତି ଭାରି କାମ!ଶୁକୁରା ମନ ଖୁସିରେ ଯାଇ ବାଇୟା ମାକୁ ଡାକି କହିଲା“ହଇଲୋ, ମୁଁ କଲିକତା ଚାଲିଲି। ତୁ ଥା, ବାଇୟା ତୋତେ ଲାଗିଲା।”କାବା ହେଇ ଚାହିଁଲା ବାଇୟାମା! ତା' ଛାତିଟା ଦାଉଁ କିନା ଉଠି ପଡ଼ିଲା।“କଲିକତା?”“ହଁ, କଲିକତା। କଲିକତା ନ ଗଲେ ଆଉ ସଂସାର ଚଳିବ ନାହିଁ। ବଡ଼ ହୀନସ୍ତା ହେଲେ। ଦେଖୁନୁ, ଯିଏ ସବୁ କଲିକତା ଯାଉଚନ୍ତି, ତାଙ୍କ ଦଶା କିମିତି ଫେରି ଯାଉଚି।”